"ହଁ ତାହା ମୁଁ ଲକ୍ଷ୍ୟ କରିଛି... " "କିନ୍ତୁ ଆପଣ? ଆପଣଙ୍କୁ ଦେଖିଲି ଏକ ବ୍ୟତିକ୍ରମ," "ବ୍ୟତିକ୍ରମ? " "ହଁ ଏକ ଆଶ୍ଚର୍ଯ୍ୟ ବ୍ୟତିକ୍ରମ ଏବଂ ମୋ' ଜୀବନରେ ପ୍ରଥମ ବ୍ୟତିକ୍ରମ। ଅନ୍ୟମାନଙ୍କ ପରି ଲୋଲୁପ ଦୃଷ୍ଟି, କି ନିର୍ଲଜ୍ଜ ବ୍ୟାକୁଳତା ନଥିଲା ଆପଣଙ୍କର... ସେଥିପାଇଁ ଆପଣଙ୍କୁ ଭୁଲିନାହିଁ ଭୁଲିପାରିନାହିଁ। " ଏତିକି କହି ସେ ଟିକିଏ ନୀରବ ରହିଗଲା ଓ ତା'ପରେ କହିଲା–ସ୍ଵପ୍ନରେ ସୁଦ୍ଧା ଏକଥା ଭାବିନଥିଲି ଯେ ଆପଣଙ୍କ ସହ ପୁଣି ଦେଖାହେବ। ଏହା ନିଶ୍ଚୟ ଜଗନ୍ନାଥଙ୍କ ଦୟା ଓ ମୋ' ଭାଗ୍ୟ ଯେ ଆପଣଙ୍କ ଦର୍ଶନ ପୁଣି ପାଇଛି। ସୂର୍ଯ୍ୟ ଆଜି ନିଶ୍ଚୟ ପଶ୍ଚିମ ଦିଗରେ ଉଇଁବେ। " ମୁଁ ହସିଲି ରୁବିର ଏଇ କାବ୍ୟିକ ଚପଳତାରେ। ସେ ବି ଯୋଗଦେଲା ମୋ' ହସରେ। ଜଣେ କାବ୍ରେ ଡାନସ୍ର ମୁହଁରେ ଜଗନ୍ନାଥଙ୍କ ନାମ? ସେ କ'ଣ ଓଡ଼ିଆ ଝିଅ? ମୋର ବିସ୍ମୟ ଆଉ କୌତୂହଳ ବଢ଼ିବା ସ୍ଵାଭାବିକ। ପଚାରିଲି–ଆପଣ କ'ଣ ଓଡ଼ିଆ? ସେ ହସି ହସି କହିଲା–ଜଗନ୍ନାଥ କ'ଣ ଖାଲି ଆପଣମାନଙ୍କର। ମାନେ ଓଡ଼ିଆ ମାନଙ୍କର? ସେ କ'ଣ ଆମର ନୁହନ୍ତି? 'ନା–ନା... ମୁଁ ସେ କଥା କହୁନି... ' "ଆପଣ ବୋଧହୁଏ ଜାଣନ୍ତିନି ମୋ' ମାଆ ଜଗନ୍ନାଥଙ୍କୁ ପୂଜା କରେ। ଜଗନ୍ନାଥଙ୍କ ଉପରେ ଅଟଳ ବିଶ୍ଵାସ ତା'ର। ଆଉ ମୁଁ... ପିଲବେଳେ ତା' ଦେଖାଦେଖି ପୂଜା କରୁଥିଲି; କିନ୍ତୁ ଏବେ କରୁଛି ମୋ' ଅନ୍ତରର ପ୍ରେରଣାରେ। ତା'ପରେ ମୁଁ ପଚାରିବାକୁ ଯାଉଛି–ଆପଣ ଜଗନ୍ନାଥଙ୍କୁ ପୂଜା କରନ୍ତି ଅଥଚ... କିନ୍ତୁ ସେ ମୋ' କଥାକୁ ଅପେକ୍ଷା ନକରି କହିଲା–ଜଷ୍ଟ ଏ ମିନିଟ୍। ମୁଁ ସିଗାରେଟ ଆଣୁଛି। ସେ ଚାଲିଗଲା ସିଗାରେଟ୍ ଆଣିବାପାଇଁ ମୋତେ ଗତରାତ୍ରିର ସ୍ମୃତିକୁ ରୋମନ୍ଥନ କରିବାର ସୁଯୋଗ ଦେଇ। ଅନ୍ଧାର ଆଲୁଅ ଇନ୍ଦ୍ର ଜାଲ ଆଚ୍ଛନ୍ନ ସେଇ ହୋଟେଲଟିରେ ବିଚିତ୍ର ଅନୁଭୂତିର ସ୍ମୃତି। ନିରୀହ ନିର୍ଲିପ୍ତ ମୁଁ ଜଣେ ସାଧାରଣ ଦର୍ଶକ ସେଠାରେ ପହଞ୍ଚି ଯାଇଥିଲି କାବ୍ରେ ନୃତ୍ୟର ଅନୁଭୂତିର ସ୍ଵାଦ ଆହରଣ ପାଇଁ; କିନ୍ତୁ ସେଠାକାର ଅଭିଜ୍ଞତା ମୋପାଇଁ ହେଲା ଯେତିକି ରହସ୍ୟମୟ ସେତିକି ରୋମାଞ୍ଚକର। ଅର୍ଦ୍ଧନଗ୍ନ ରୁବିର କାମୋଦ୍ଦୀପକ ନୃତ୍ୟ ମୋ' ପକ୍ଷରେ ସହନୀୟ ନଥିଲା ସତ; କିନ୍ତୁ ତା'ର ସଲ୍ଲଜ ହସ, ଚଞ୍ଚଳ କଟାକ୍ଷ ଓ ତା'ର କଅଁଳ ହାତର ନରମ ସ୍ପର୍ଶ ମୋ' ଦେହ, ମନରେ ସୃଷ୍ଟି କରିଥିଲା ଏକ ଅନନୁଭୂତ କମ୍ପନ। ମୋ' ନିକଟରେ ସେ ଯେତେବେଳେ ପହଞ୍ଚିଥିଲା ନିତ୍ୟ ନୈମିତିକ 'ମୁଲାକତ୍' ପାଇଁ ଏବଂ ଲୀଳାୟିତ ହାତ ଓ ତରଙ୍ଗାୟିତ ନଗ୍ନ ଦେହ ମୋତେ ସ୍ପର୍ଶ କରିଥିଲା ସେତେବେଳେ ମୋ' ଦେହରେ ଯେଉଁ ଶିହରଣ ଓ ଉତ୍ତେଜନା ସୃଷ୍ଟି ହୋଇଥିଲା ତାହା କେବେ ବିସ୍ମୃତ ହେବାର ନୁହେଁ। ଏକ ସୁନ୍ଦରୀ ରୂପସୀ ନାରୀର ସ୍ପର୍ଶ ମନକୁ ଉଦ୍ବେଳିତ କରେ, ଦେହକୁ ଉତ୍ତେଜିତ କରେ ଯାହା ମୁଁ ଅନୁଭବ କରିଥିଲି ରୁବିର ସ୍ପର୍ଶରେ। କିନ୍ତୁ କାବ୍ରେ ଡାନ୍ସର ରୁବିର ଏ ନିତ୍ୟ ଅଭ୍ୟସ୍ତ ଲୀଳା କ'ଣ କେବଳ ଗ୍ରାହକ ମନରେ କ୍ଷଣିକ ଉନ୍ମାଦନା ସୃଷ୍ଟିପାଇଁ? ତା'ର ଉନ୍ନତ ଅର୍ଦ୍ଧନଗ୍ନ ବକ୍ଷ, ପରିପୁଷ୍ଟ ଅଙ୍ଗ ବଲ୍ଲରୀ ସଞ୍ଚାଳନ କ'ଣ କେବଳ ଦର୍ଶକଙ୍କୁ ଉତ୍ତେଜିତ କରିବାପାଇଁ? ନା ଆଉ କିଛି? ରୁବି କ'ଣ ସେତେବେଳେ ବୁଝିପାରେନା ତା'ର ଏଇ ସ୍ପର୍ଶ ପୁରୁଷକୁ କିପରି କାମନାର ଲେଲିହାନ ଶିଖାରେ ଜଳାଇମାରେ। ସେ କ'ଣ ନିଜେ କେବେ ଜଳେନା ଜୀବନର ଏଇ ତୀବ୍ର ଅନୁଭୂତିରେ? ଏଇ ସେହି କାବ୍ରେ ଡାନ୍ସର ରୁବି। ସେ ପାଖ ଦୋକାନରୁ ସିଗାରେଟ୍ ଆଣି ନିଜେ ଲଗାଇଲା ଓ ମୋ' ଆଡ଼େ ପ୍ୟାକେଟ୍ଟା ବଢ଼େଇ ଦେଇ କହିଲା–ସିଗାରେଟ୍ ଲଗାନ୍ତୁ। କହିଲି–'ଧନ୍ୟବାଦ। ମୁଁ ସିଗାରେଟ୍ ଖାଏନା' ପକେଟରୁ ପାନ ବାହାର କରି ପାଟିରେ ପୂରାଇଲି। ଧୀରେ ଧୀରେ ଧୂଆଁ ରକୁଣ୍ତଳୀ ଫୁଙ୍କି ସେ କହିଲା–ସିଗାରେଟ ନଖାଇ ଖୁବ୍ ଭଲକରିଛନ୍ତି। ଯେ ସିଗାରେଟ୍ ଖାଏ ସେ ତ ସିଗାରେଟ୍କୁ ଖାଲି ଜାଳେନା, ସିଗାରେଟ୍ ସାଙ୍ଗରେ ନିଜେ ହିଁ ଜଳେ। "ମାନେ? " 'ମୁଁ ଯେମିତି ଜଳୁଛି। " "ମୁଁ ଠିକ୍ ବୁଝିପାରୁନି... " "ଛାଡ଼ନ୍ତୁ ସେ କଥା। ଆପଣ ଏବେ କେଉଁଠି ରହୁଛନ୍ତି? " ମୁଁ ରହୁଥିବା ଗେଷ୍ଟ ହାଉସ ଆଡ଼େ ହାତ ବଢ଼େଇ ଦେଖାଇଦେଲି। ତା'ପରେ ହାତ ଘଣ୍ଟାକୁ ଚାହିଁଲି। ଗୋଟିଏ କାବ୍ ରେ ଡାନ୍ସର ସଙ୍ଗେ ଏହାପରେ ଆଉ କ'ଣ ବା କଥାବାର୍ତ୍ତା ଥିଲା ମୋର।